ହିଁ ବ୍ୟବହାର କରିଛନ୍ତି, ସେମାନେ ବହୁ ଅନ୍ୟମାନଙ୍କୁ ପରାଭୂତ କରି ଉଚ୍ଚକୁ ଆସିପାରିଛନ୍ତି, ଏବଂ ରାଜନୀତିକ ହରିଲୁଟର ବେଙ୍ଗଳାରେ ଆପଣାକୁ ସମର୍ଥତମ ବୋଲି ସିଦ୍ଧ କରିଛନ୍ତି। ଦେଶଟାଯାକ ସତେଅବା ସେହିମାନଙ୍କର କୁକ୍ଷି ଭିତରେ ଏପରି ଭାବରେ ଅଟକି ଯାଇଛି ଯେ, କୋଟି କୋଟି ଅର୍ଥ ଏବଂ ଶତ ଶତ ମଥା ଖରଚ ହେଲେ ମଧ୍ୟ ଅଧିକାଂଶ ମଣିଷଙ୍କ ପାଇଁ ଚତୁର୍ଦ୍ଦିଗ ତିମିର ହୋଇ ହିଁ ରହିଛି। ନିର୍ବାଚନର ଛାଞ୍ଚଟା ଭିତରେ ମଧ୍ୟ ଅସାଧୁ ଆତ୍ମକାମୀମାନେ ଯେ ଏତେ ପୂର୍ଣ୍ଣାଡ଼ମ୍ବର ସହିତ ବାଟ ଓଗାଳି ରଖିପାରନ୍ତି, ଭାରତବର୍ଷରେ ତାହା ହିଁ ପୂରା ଚାକ୍ଷୁଷ ହୋଇଯାଇଛି। ଇସ୍ରାଏଲ ଦେଶରେ ଯେଉଁ ମେଣ୍ଟ କ୍ଷମତାକୁ ଆସୁ ପଛକେ, ରାଷ୍ଟ୍ରନିର୍ମାଣର ମୂଳ ନିର୍ଣ୍ଣୟଗୁଡ଼ିକ ସ୍ଥିର ଓ ମଜବୁତ ହୋଇ ରହିଛି। ଏହି ମାତ୍ର ପଚାଶ ବର୍ଷ ଭିତରେ ସେହି ଦେଶର କୃଷି, ଶିଳ୍ପ, ଶିକ୍ଷା ଏବଂ ବିଜ୍ଞାନ ଆଦି ଯାବତୀୟ କ୍ଷେତ୍ରରେ ଅଭାବନୀୟ ଅଗ୍ରଗତିମାନ ଘଟିଛି ଏବଂ ତାହା ସମଗ୍ର ବିଶ୍ୱକୁ ଆଚମ୍ବିତ କରିଦେଉଛି। ନାନା ଦେଶରୁ ଶରଣାର୍ଥୀ ହୋଇ ଆସିଥିବା ଇହୁଦୀମାନେ ଆଜି ତାହାରି ଫଳରେ ଉଦ୍ୟମଶୀଳ ଓ ସଚେତନ ନାଗରିକମାନଙ୍କର ଏକ ସମଷ୍ଟିରେ ପରିଣତ ହୋଇପାରିଛନ୍ତି ଏବଂ ଜଳ ଜଳ ହୋଇ ଦେଖାଯାଉଛି ଯେ, ଯେତେବେଳେ ଆରବ ରାଷ୍ଟ୍ରଗୁଡ଼ିକ ସହିତ ବିବାଦଗୁଡ଼ିକର ସମାଧାନ ହୋଇଯିବ, ସେତେବେଳେ ଇସ୍ରାଏଲ ସମଗ୍ର ମଧ୍ୟପ୍ରାଚ୍ୟକୁ ସତେଅବା ଏକ ଆଲୋକବର୍ତ୍ତିକା ପରି ନେତୃତ୍ୱ ଦେଇପାରିବ। ସମ୍ଭବତଃ ଏପରି ହୋଇପାରିଥିବାର ସବାମୂଳ କାରଣଟି ହେଉଛି ଯେ, ସେଠାରେ ରାଜନୀତିକ ଦଳମାନେ ସତକୁ ସତ ନିଜ ନିଜର ବିଶ୍ୱାସ ଦ୍ଵାରା ପରିଚାଳିତ ହେଉଛନ୍ତି। ଯାବତୀୟ ସତ ରାଜନୀତି ସବାଆଗ ତଳଟାକୁ ହିଁ ମଜବୁତ କରିବାର ଉଦ୍ୟମ କରୁଥାଏ। ସେପରି ହେଲେ ଉପରେ ଖଣ୍ଡମାନଙ୍କର ଦୌରାତ୍ମ୍ୟଗୁଡ଼ାକ ମୋଟେ ସମ୍ଭବ ହୋଇପାରେ ନାହିଁ। ରାଜନୀତିକ ଭବିଷ୍ୟଅନ୍ଦାଜ ଗୁଡ଼ିକର କ୍ଷେତ୍ରରେ ନାନା ମତଭେଦ ଅବଶ୍ୟ ରହିଥାଏ, ମାତ୍ର ଦଳର ସାର୍ବଜନୀନ ଜୀବନଟିକୁ ଅଧିକରୁ ଅଧିକ ମଜବୁତ କରିବାର କ୍ଷେତ୍ରରେ କୌଣସି ସ୍ଵାର୍ଥଜନିତ ଅସାଧୁତା ପ୍ରବେଶ କରିପାରେ ନାହିଁ। ଦେଶଟା ସବାଆଗ ଦେଖାଯାଏ,- ଦେଶକୁ ଭୂତାଇ ଦେଇ ଆପେ ପୃଥୁଳ ହେବାର କୌଣସି ଦୁର୍ବୁଦ୍ଧି ନଥାଏ। ଆମର ଗୋଟାଏ ଗୋଟାଏ ଭୋଟ ବେଳକୁ ଯେଉଁ ମେଣ୍ଟ ନାମକ ମହାନାଟକ ଅଭିନୀତ ହେଉଛି, ମେଣ୍ଟ ଭାଙ୍ଗୁଛି ଓ ମେଣ୍ଟ ଗଢ଼ିହୋଇ ଯାଉଛି, ସେଠାରେ ଦେଶ ବୋଲି କିଛି ନାହିଁ, ଲୋକନିୟତି ବୋଲି କୋଉଠି କିଛି ନାହିଁ! ସିଆଣିଆ ସାମନ୍ତବର୍ଗ ଯାବତୀୟ ଅପଲୀଳାରେ ମାତିଛନ୍ତି,- ତଳର କୋଟି କୋଟି ମଣିଷ ଦାନ୍ତ ନିକୁଟି ଅନାଇ ରହିଛନ୍ତି। ଭାରତବର୍ଷରେ ଅସଲ ମେଣ୍ଟଗୁଡ଼ିକ ପ୍ରକୃତରେ କେବେ ଗଢ଼ାଯିବ? ଏହିଭଳି ମନୁଷ୍ୟମାନଙ୍କର ମେଣ୍ଟ, ଯେଉଁମାନେ କି ପ୍ରତିବାଦ କରିବେ, ହସି ପାରିବେ, ହାତୀମାନଙ୍କ ଆଗରେ ଏକତ୍ର ଛିଡ଼ାହୋଇ ଏ ମିଛ ନାଟକ ବନ୍ଦ କର ବୋଲି କହିପାରିବେ। ଚତୁର୍ଦ୍ଦିଗରେ ସବୁ କିଛି ଉଜୁଡ଼ି ଯାଉଥିବା ପରି ଦିଶୁଥିବା ସମୟରେ ଆମ ଦେଶରେ ତଥାପି ବହୁ ମନୁଷ୍ୟ ଅଛନ୍ତି, ଯେଉଁମାନେ କି ଏହିସବୁ ଦୁରାଚାରକୁ ଆଦୌ ମାନିନେଇ ପାରୁନାହାନ୍ତି ଏବଂ ତେଣୁ ଏକ ଆଶୁ ପରିବର୍ତ୍ତନ ଇଚ୍ଛା କରୁଛନ୍ତି। ହୁଏତ ଏକୁଟିଆ ଭାବରେ କିଛି କରିପାରିବାର ବାଟ ପାଉନାହାନ୍ତି। ତଥାପି କିଛି ଅବଶ୍ୟ ଘଟୁ ଏବଂ ଅବଶ୍ୟ ହେଉ ବୋଲି ଇଚ୍ଛା କରୁଛନ୍ତି। ଭଲ ମଣିଷମାନେ ମନ୍ଦକୁ ଚୁନୌତି ଦେଇନପାରି ସଂସାରତ୍ୟାଗୀ ସନ୍ନ୍ୟାସୀ ହେଇ ସତେଅବା ଏକ ସମାଧାନକାରୀ ସାନ୍ତ୍ୱନା ଲାଭ କରିଥିବାର ଦୃଷ୍ଟାନ୍ତଟି ଭାରତବର୍ଷର ପ୍ରାୟ ସେହି ପ୍ରଥମ ଯୁଗରୁ ଏକ ପରମ୍ପରାରେ